ମଣିଷର ମସ୍ତିଷ୍କ ସାହାଯ୍ୟରେ ସିନା ବାହାର କରିବା ସମ୍ଭବ ନୁହେଁ କିନ୍ତୁ କଂପ୍ୟୁଟର ଯନ୍ତ୍ର ସାହାଯ୍ୟରେ ଏହା ଅକ୍ଳେଶରେ ଲୋଇପାରିବ। ଖାଲି ଏହା ଯେ ଶୀଘ୍ର ହେବ ତାନୁହେଁ ଏହା ମଧ୍ୟ ନିର୍ଭୁଲ ହୋଇପାରିବ। ମଣିଷ ପକ୍ଷରେ ଯେଉଁ କାମ କରିବା ସମ୍ଭବପର ନୁହେଁ ଯନ୍ତ୍ର ସାହାଯ୍ୟରେ କରିବା ତାହା ସହଜ। ତୁମେ କଥାଟା କାନକୁ ବେଶ୍ ଶୁଭୁଛି। କିନ୍ତୁ ପ୍ରକୃତରେ ଏହା କେତେ ଦୂର ସମ୍ଭବ ମୁଁ ବିଚାର କରିପାରୁନି?ମେରିଆ କହିଲା ଟୋଷ୍ଟାଟାଏ କାମୁଡ଼ୁ କାମୁଡ଼ୁ କହିଲି ସିନେଟର ମାକ୍ଚୋନାଣ୍ଟ ଏହାକୁ ସ୍ୱପ୍ନ ଦେଖି ବିଳିବିଳେଇ ନାହାଁନ୍ତି ମେରିଆ। ସେ ଯେଉଁ ପ୍ରସ୍ତାବଟି ବାଢ଼ିଛନ୍ତି ତାହା ପଛଆଡ଼େ ତାଙ୍କର ପ୍ରାଣାଣିକ ତଥ୍ୟ ରହିଛି ବୋଲି ସୁଚାଇଛନ୍ତି। ଆଃ ପ୍ରାମାଣିକ ତଥ୍ୟ? ମେରିଆ ଚମକି ପଡ଼ି କହିଲା ତାହେଲେ ସିନେଟର୍ କଣ ତାଙ୍କର ଏହି ପ୍ରସ୍ତାବଟି କେଉଁଠି ପରୀକ୍ଷା କରାଇ ନେଇଛନ୍ତି? କପରେ କଫି ଢାଳୁ ଢାଳୁ ମେରିଆ ପଚାରିଲା। ମେରିଆ ହାତରୁ କଫି ନେଉ କହିଲି ହଁ ସିନେଟର ତାଙ୍କର ଏହି ଯୋଜନାଟିକୁ ଯୁକ୍ତରାଷ୍ଟ୍ରର କୌଣସି ଏକ ଅଞ୍ଚଳରେ ପରୀକ୍ଷା କରାଇ ଦେଖି ନେଇଛନ୍ତି। ନ ହେବାର ଅନ୍ୟତମକାରଣ ହୋଇପାରେ ସେ ଏ ଦିଗରେ ଏବେବି ମଧ୍ୟ ଆଉ କେଉଁଠି ପରୀକ୍ଷା ନଷ୍ଟ ହୋଇଯାଇପାରେ। ସେଥିପାଇଁ ସେ ଏହାକୁ ଗୋପନୀୟ ରଖିଛନ୍ତି। ସେ ଆହୁରି ସୂଚାଇଛନ୍ତି ଯେଉଁମାନେ ଏ ସମ୍ପର୍କରେ ଅଧିକ ଜାଣିବାକୁ ଚାହାଁନ୍ତି ସେମାନେ ତାଙ୍କ ସହିତ ସାକ୍ଷାତ କଲେ ସେ ଅଧିକ ତଥ୍ୟ ଯୋଗାଇ ଦେଇପାରିବେ। କଫି କପରେ ମୁହଁ ଲଗାଉ ଲଗାଉ ମେରିଆ କହଲା ତାହେଲେ ଚାଲ ସିନେଟର ମାକ୍ଡୋନାଲସ୍ଙ୍କ ୱାସିଙ୍ଗଟନ୍ ରେ ସାକ୍ଷାତ କରିବା। ତାଙ୍କୁ ଫୋନ୍ ରେ ପଚାରିବାକି କେଉଁ ଦିନ କେଉଁ ସମୟରେ ତାଙ୍କ ସହିତ ସାକ୍ଷାତ କରି ହେବ? ଧାରଣା କିଛି ମନ୍ଦ ନୁହେଁ ମେରିଆ। ମୁଁ ଭାବୁଛି ଆସନ୍ତା ଶନିବାର କିମ୍ବା ରବିବାର ଦିନ ୱାସିଙ୍ଗଟନ୍ ବୁଲି ଆସିଲେ କ୍ଷତି କଣ? ଯଦି ସୁବିଧା ଜୁଟିଯାଏ ତେବେ ଆଲୋଚନାଟା ହୋଇଯିବ। ମୋଠାରୁ ଏତକ ଶୁଣିଛି କି ନାହିଁ ମେରିଆ ସଙ୍ଗେ ସଙ୍ଗେ ଯାଇ ଫୋନ୍ ଧରିଲା। ଲଙ୍ଗ୍ ଡିଷ୍ଟାନସ୍ କଲ୍ ଅଫିସଙ୍କୁ ଡାକି ମାକ୍ଡୋନାଲସ୍ଙ୍କ ଫୋନ୍ ସହିତ ସଂଯୋଗ କରିବାକୁ ଆନୁରୋଧ ଜଣାଇଲା। ବଡ଼ କୌତୂହଳୀ ହୋଇ କହିଲି ଏ ବିଷୟରେ ଅଧିକ ଜାଣିବା ପାଇଁ ତୁମର ତ ବେଶ୍ ଝଙ୍କ ଦେଖୁଛି ମେରିଆ। କିଏ ଜାଣେ ହୁଏତ କଂପ୍ୟୁଟର ଯନ୍ତ୍ର ତୁମ ମୁଣ୍ଡରେ ସୁନା କଳସୀ ନ ଢାଳିବ ହଁ ହଁ ନ ହେବ କାହିଁକି? ଆମ ଦେଶରେ ପ୍ରେସିଡେଣ୍ଟ୍ ହେବା ପାଇଁ ଏଗାର କୋଟି ଲୋକଙ୍କ ଭିତରୁ ମୁଁ ତ ଜଣେ। କିଏ ଜାଣେ ମୁଁ ଯୋଗ୍ୟତମ ହେବି କି ନାହିଁ? ହସି ହସି ମେରିଆ କହିଲା। ଫୋନ୍ ରେ ମେରିଆ କଣ ଶୁଣିଲା କେଜାଣି ମୁହଁଟାକୁ ବିକୃତ କରି କହିଲା, ଆଁ ଏନଗେଜଡ୍? ଫୋନ୍ ଥୋଇ ଦେଇ ମୋ ଆଡ଼କୁ ମ୍ଳାନ୍ ଶୁଷ୍କ ମୁହରେ କହିଲା ଚାରିଆଡ଼ୁ ତାଙ୍କ ସହିତ ସଂଯୋଗ ସ୍ଥାପନ କରିବାକୁ ଅପେକ୍ଷା କରିଥିବା ଦୁଇ ହଜାର ପାଞ୍ଚଷହ ସତଷଠି ଲୋକଙ୍କ ପରେ ଆମ ସ୍ଥାନ। ସିନେଟର ଜଣଙ୍କ ପାଇଁ ତିନି ମିନିଟ୍ ରୁ ଅଧିକା ସମୟ ନ ଦେବା ପାଇଁ ସ୍ଥିର କରିଥିବାରୁ ତାଙ୍କ ସହିତ ଆମକୁ କଥାବାର୍ତ୍ତା କରିବାକୁ ସୁଯୋଗ ମିଳିବ ପ୍ରାୟ ପନ୍ଦର ଦିନ ପରେ। ଛାଡ଼ ତାହେଲେ ତାଙ୍କ ସହିତ ଫୋନ୍ ରେ କଥା ହେବା ସମ୍ଭବ ନୁହେଁ। ମୁଁ ଭାବୁଛି ଚାଲ ଆସନ୍ତା ସପ୍ତାହ ଶେଷରେ ୱାସିଙ୍ଗଟନ୍ ଯିବା। ସେଠାରେ ତାଙ୍କ ସହିତ ଦେଖା କରିବାକୁ ଚେଷ୍ଟା କରିବା ସେଠି